ସେଇ ବିସ୍ଫୋରଣ ସମ୍ବନ୍ଧରେ ଚିନ୍ତା କରି ବୈଜ୍ଞାନିକମାନେ କୌଣସି ନିର୍ଦ୍ଦିଷ୍ଟ ସିଦ୍ଧାନ୍ତରେ ପହଞ୍ଚି ପାରିଲେ ନାହିଁ। ଏହିଘଟଣାର ଆଉ ଏକ ଗୁରୂତ୍ୱ ଯେ ବିସ୍ଫୋରଣ ପରଠାରୁ ମହାଶୂନ୍ୟର ଠିକ୍ ସେହି ସ୍ଥାନରେ ଆଉ ଅନ୍ତର୍ଗ୍ରହ ବୋଇତର ଦେଖା ନାହିଁ। ତେଣୁ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ଉଠୁଛି ଯେ, ଅନ୍ତର୍ଗ୍ରତ ବୋଇତର ଯାତ୍ରୀମାନେ ତେବେ କ'ଣଆମ ବୋଇତକୁ ଆକ୍ରମଣ କରି ଧ୍ୱଂସ କରିଦେଲେ ଓ ସେମାନଙ୍କ ଗତିପଥକୁ ସଙ୍ଗେ ସଙ୍ଗେ ବଦଳାଇ ନେଲେ? ଏଇ ଆଶଙ୍କା ଭିତରେ ସମସ୍ତେ ନୀରବ ହୋଇ ବସିରହିଥାନ୍ତି। ନିସ୍ତବ୍ଧତା ଭଙ୍ଗକରି ଭିନୋଗ୍ରେଡ଼ୋଭ୍ କହିଲେ, ''ମହାଶୂନ୍ୟ ମଧ୍ୟରେ ଆଲେସ୍କି ଓ ତାଙ୍କ ଦଳର ଅସ୍ୱାଭାବିକ ନିରୁଦ୍ଦେଶ ଓ ସେଥି ସଙ୍ଗେ; ସଙ୍ଗେ ଏହି ମହାଶୂନ୍ୟର ବିସ୍ଫୋରଣ ପରସ୍ପର ସହିତ ସମ୍ପୃକ୍ତ ବୋଲି ନିଶ୍ଚିତ ଭାବରେ କହି ନ ପାରିଲେ ମଧ୍ୟ ଏହି ଦୁଇ ଘଟଣା ମଧ୍ୟରେ ଯେ ଘନିଷ୍ଠ ସମ୍ପର୍କ ଅଛି, ଏହା ନିଃସନ୍ଦେହରେ କୁହାଯାଇ ପାରେ। ମୁଁ ଭାବୁଛି ଆଉ କାଳବିଳମ୍ବ ନ କରି ଆମ ମାନମନ୍ଦିରର ଡିରେକଟର ପାଲାଭିନ୍ଙ୍କୁ ଏ ସବୁକଥା ଜଣାଇଦେବା। ଆଉ ବେଶୀ ଡେରି କରି ଆମ ଉପରକୁ ଦୋଷର ବୋଝ ଓଟାରି ଆଣିବା ଉଚିତ ନୁହେଁ। ଉପଗ୍ରହର ଏତେଗୁଡ଼ାଏ ଗୁରୁତର ଘଟଣା ପାଲାଭିନ୍ଙ୍କୁ ନ ଜଣାଇବା ଅର୍ଥ ଆମ୍ଭମାନଙ୍କ ପକ୍ଷରେ ଏକ ଅକ୍ଷମଣୀୟ ଅପରାଧ ହୋଇପଡ଼ିବ। '' ଡିରେକଟ୍ର ପାଲାଭିନ୍ଙ୍କ ସହିତ କଥାବାର୍ତ୍ତା କରି ତାଙ୍କୁ ଜଣେଇଦେବା ପାଇଁ ସେ ବେତାର ରୁମ୍ର ଚାଳକଙ୍କୁ ଲାଇନ ଦେବା ପାଇଁ ଡାକିଲେ। ଭିନୋଗ୍ରେଡ଼ୋଭ୍ଙ୍କ ମତକୁ ସମର୍ଥନ କରିବା ଛଡ଼ା ଅନ୍ୟ ଉପାୟ ନାହିଁ ଭାବି ଉପସ୍ଥିତ ସଭ୍ୟମାନେ ନୀରବ ରହିଲେ। ଭିନୋଗ୍ରେଡ଼ୋଭ୍ ଫୋନ୍ଟାକୁ କାନ ପାଖରେ ଧରି ବେତାର ରୁମ୍ଚାଳକଙ୍କୁ ଡାକି ଡାକି ବିରକ୍ତ ହୋଇଗଲେ; କିନ୍ତୁ ଫୋନରେ କୌଣସି ସ୍ୱରଶବ୍ଦ ନ ପାଇ ଫୋନ ଥୋଇଦେଇ କହିଲେ, ''ବେତାର ରୁମ୍ରେ ବି କେହି ନାହିଁ। ଯେଉଁଠି ଦିନରାତି ଚବିଶ ଘଣ୍ଟା ଲୋକ ରହିବା କଥା, ସେଠି କେହି ନ ରହିବା ଘୋର ବିପଦର କଥା। ଏ ଅସମୟରେ ହଠାତ ବେତାରୀ ରୁମ୍ଚାଳକ କୁଆଡ଼େ ଗଲେ ମୁଁ ବୁଝିପାରୁନି। ବେଳକୁ ବେଳ ଏ ଉପଗ୍ରହରେ ସବୁ କିଛି ରହସ୍ୟଜନକ ବୋଧ ହେଉଛି-। '' ହଠାତ୍ ବାହାରେ କାହାର ଏକ ଚିତ୍କାରରେ ସମସ୍ତେ ଚମକି ଉଠିଲେ। ଉପଗ୍ରହର ବାରଣ୍ଡାରେ ଆରପାଖରୁ କିଏ ଜଣେ ଅସ୍ଥାୟୀ ଡିରେକଟରଙ୍କୁ ଡାକି ଡାକି ଆସୁଥିବାର ଦେଖାଗଲା-। ପାଖକୁ ଆସିଲାରୁ ଜଣାପଡ଼ିଲା, ସେ ହେଉଛନ୍ତି ବେତାର ରୁମ୍ର ଚାଳକ। ଉପଗ୍ରହର ପୁଣି ଆଉ କ'ଣ ଘଟିଲା ଜାଣିବା ପାଇଁ ବୈଜ୍ଞାନିକମାନେ ସେ ଆଡ଼କୁ ଉତ୍ସୁକ ହୋଇ ଅନାଇ ରହିଲେ। ''ବଡ଼ ବିପଦ ଡକ୍ଟର ଭିନୋଗ୍ରେଡ଼ୋଭ୍, ବଡ଼ ବିପଦ। ଆପଣ ଏଠି ବସିଛନ୍ତି କଅଣ! ଆସନ୍ତୁ ବେତାର ରୁମ୍କୁ। '' ଏତକ କହି ହାଲିଆ ହୋଇ ସେହି ଚଟାଣ ଉପରେ ପଡ଼ିଗଲେ ବେତାର ରୁମ୍ର ଚାଳକ। ବେତାର ରୁମ୍ ସମ୍ବନ୍ଧେ ନାନା ଆଶଙ୍କା କରି ଉପସ୍ଥିତ ବୈଜ୍ଞାନିକମାନେ ଦୌଡ଼ିଲେ ବେତାର ରୁମ୍ଆଡ଼େ। ମହାଶୂନ୍ୟରୁ ଆଉ କିଛି ବିପଦ ମାଡ଼ିଆସିଲା କି ଉପଗ୍ରହ ଉପରକୁ? ମହାଶୂନ୍ୟର ବୋଇତଯାତ୍ରୀମାନେ ଉପଗ୍ରହକୁ ଆକ୍ରମଣ କରିଦେଲେ କି? ଭୟ ଓ ଆଶଙ୍କାରେ ମ୍ରିୟମ୍ରାଣ ହୋଇ ସେମାନେ ଉତ୍କଣ୍ଠିତ ଭାବେ ବେତାର ରୁମ୍ ଭିତରକୁ ପଶିଲେ। ମନେ ହେଉଥାଏ, ବେତାର ରୁମ୍ରେ ସତେ ଯେପରି କିଏ ମହାଶୂନ୍ୟରୁ ଆସି ଲୁଚିରହିଛି ସେମାନଙ୍କୁ ଆକ୍ରମଣ କରିବା ପାଇଁ। ରୁମ୍ ଭିତରକୁ ଧୀରେ ଧୀରେ ପଶି ସେମାନେ